ଉପର ଶ୍ରେଣୀ- ଝଡ଼ ବତାସରେ ବାୟା ଚଢ଼େଇର ଯେପରି କିଛି କ୍ଷତି ହୁଏନାହିଁ, ସେହିପରି ଯେତେ ମୂଲ୍ୟବୃଦ୍ଧି ହେଲେ ମଧ୍ୟ ଏମାନଙ୍କୁ ତାହା ବାଧୁନାହିଁ। ଏମାନଙ୍କ ଶିଳ୍ପ ବିସ୍ତାର ପାଇଁ, ସରକାରଙ୍କ ପକ୍ଷରୁ ସବୁପ୍ରକାର ସାହାଯ୍ୟ କରାଇ ଦିଆହେଉଛି ଓ ଆହୁରି ସାହାଯ୍ୟ କରାଇ ଦିଆଯିବାର ପ୍ରତିଶ୍ରୁତି ଦିଆହେଉଛି। କାରଣ ଶିଳ୍ପ ବିସ୍ତାର ହେଉଛି ବର୍ତ୍ତମାନ ସରକାରୀ ନୀତି। ଶ୍ରମିକ ଶ୍ରେଣୀ- ସରକାରୀ ହେଉ ବା ବେସରକାରୀ ହେଉ କଳକାରଖାନାରେ ଶ୍ରମିକ ଆନ୍ଦୋଳନ ଲାଗି ରହିଛି। ସରକାରୀ ଶିଳ୍ପ ପ୍ରତିଷ୍ଠାନମାନଙ୍କରେ ଧର୍ମଘଟ ଓ ଆନ୍ଦୋଳନ ବେଶି। ମୂଲ୍ୟ ବୃଦ୍ଧି ଓ ଶାସନରେ ବିଶୃଙ୍ଖଳା ଏଥିପାଇଁ ଦାୟୀ ହେଲେ ମଧ୍ୟ ଏହାର ଦାୟିତ୍ୱକୁ ବିରୋଧଦଳ ଉପରେ ଲଦି ଦିଆ ହେଉଛି। ଏହି ପରିସ୍ଥିତିରେ ଅବସ୍ଥାର ପରିବର୍ତ୍ତନ ପାଇଁ ସର୍ବନିମ୍ନ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ ଓ ଶ୍ରମିକ ଶ୍ରେଣୀ ନିଶ୍ଚିତ ଭାବରେ ଚାହିଁବେ ଓ ଆନ୍ଦୋଳନ କରିବେ। ଆନ୍ଦୋଳନକୁ ସଶସ୍ତ୍ର ବାହିନୀଦ୍ୱାରା ଚପାଇବାର ଉଦ୍ୟମ ହେଉଛି। ଲୋକେ ହିଂସାଚରଣ କରୁଛନ୍ତି ବୋଲି ଅହିଂସାର ବାଣୀ ପ୍ରଚାରିତ ହେଉଛି ସଶସ୍ତ୍ର ବାହିନୀର ପରିଚାଳକଙ୍କ ପକ୍ଷରୁ। ଏ ସମ୍ବନ୍ଧରେ ଗାନ୍ଧିଜୀ ଏକ ଉଦାହରଣ ଦେଇଥିଲେ। ବିରାଡ଼ି ମୂଷାକୁ ଧରିବାର ଉଦ୍ୟମ କରୁଚି। ମୂଷା ଛଟପଟ ହୋଇ ପଳାଇବ ବୋଲି ବସିଛି। ଏହି ସଂଘର୍ଷରେ ମୂଷାର ନଖ ବିରାଡ଼ି ଦେହରେ ବାଜିଗଲା। ହିଂସା ଆଚରଣ କରୁଚି ବୋଲି ମୂଷାକୁ ଦୋଷଦେବା ଓ ମୂଷାକୁ ଅହିଂସା ହେବା ପାଇଁ ଉପଦେଶ ଦେବା ଯେପରି ହାସ୍ୟାସ୍ପଦ ସେହିପରି ସଶସ୍ତ୍ର ବାହିନୀର ପରିଚାଳକଙ୍କ ପକ୍ଷରେ ନିରସ୍ତ୍ର ଜନତାକୁ ଅହିଂସା ରହିବା ପାଇଁ ଉପଦେଶ ଦେବା ହାସ୍ୟାସ୍ପଦ। ' ବାସ୍ତବିକ ଦେଶରେ ଏକ ଘୋର ସଂକଟର ସମୟ ଚାଲିଛି। କେବଳ ଅର୍ଥନୈତିକ ସଂକଟ ନୁହେଁ। ନିର୍ବାଚନକୁ ଆଣି ଯେପରି ଏକ ପ୍ରହସନରେ ପରିଣତି କରିଦିଆ ହେଲାଣି, ସେଥିରେ ରାଜନୈତିକ ସଂକଟ ଅନିବାର୍ଯ୍ୟ। ଏହାଛଡ଼ା ଆଦର୍ଶଗତ ସଂକଟ ମଧ୍ୟ ଅବସ୍ଥାକୁ ଆହୁରି ଜଟିଳ କରୁଛି। ଆଦର୍ଶଗତ ସଂକଟର ପ୍ରତ୍ୟକ୍ଷ ନମୁନା ହେଉଛି ବିନୋବାଜୀଙ୍କ ଦର୍ଶନର ଭୂଦାନକୁ ଆଣି ସରକାରଙ୍କ ଗତାନୁଗତିକ ଅନାବାଦୀ ଜମି ପଟ୍ଟା ଦେବାରେ ପହୁଞ୍ଚାଇଦେବା। ଦେଶରେ ଯେଉଁ ପରମ୍ପରାଗତ ଆତ୍ମିକ ଶକ୍ତି ଅଛି ଓ ଯେଉଁ ଶକ୍ତିକୁ ମହାତ୍ମାଗାନ୍ଧି ଉଦ୍ବୁଦ୍ଧ କରାଇଥିଲେ, ସେହି ଶକ୍ତି ସବୁ ସଙ୍କଟରୁ ଉଦ୍ଧାର କରିବ ବୋଲି ବିଶ୍ୱାସ କରାଯାଉଛି। ଗଦ୍ୟ ସାହିତ୍ୟ-ଗଦ୍ୟ କହିବାକୁ ଗଲେ, ପ୍ରାଚୀନ କାଳର ମାଦଳାପାଞ୍ଜି, ଗଦ୍ୟ କେତେଗୁଡ଼ିଏ ରାଜବଂଶଚରିତ ଓ ତାମ୍ରଶାସନ ଓ ସନନ୍ଦ ଛଡ଼ା ଅନ୍ୟ କିଛି ପ୍ରାଚୀନ ଗଦ୍ୟ ସାହିତ୍ୟ ଆମମାନଙ୍କ ହାବୁଡ଼ରେ ଏପର୍ଯ୍ୟନ୍ତ ପଡ଼ିନାହିଁ। ପ୍ରଥମେ ଓଡ଼ିଶାର ସ୍କୁଲମାନଙ୍କରେ ସାହିତ୍ୟ ପାଠ ପାଇଁ 'ଆଖ୍ୟାନମଞ୍ଜରୀ' 'ବସ୍ତୁବିଚାର' ଆଦି କେତେକ ଗଦ୍ୟ ପୁସ୍ତକ ବଙ୍ଗଳାରୁ ଭାଷାନ୍ତରିତ ହୋଇଥିଲା। ଓଡ଼ିଆ ଭାଷାରେ ଭକ୍ତକବି ମଧୁସୂଦନ ମୌଳିକ ଗଦ୍ୟ ରଚନାର ସୂତ୍ରପାତ କଲେ। ସଂସ୍କୃତର ଛାଞ୍ଚରେ ତାହାଙ୍କର ସ୍ୱଭାବ-ସୁନ୍ଦର ଓ ଲଳିତ ମନୋହର ଗଦ୍ୟ ରଚନା ଓଡ଼ିଆ ଭାଷାର ପ୍ରଚ୍ଛନ୍ନ କ୍ଷମତାକୁ ସୂଚନା କଲା ମାତ୍ର। ଗୌରୀଶଙ୍କର, ସ୍ୱର୍ଗୀୟ ମହାରାଜା ସାର୍ ସୁଢ଼ଳ ଦେବ, ସମ୍ୱାଦପତ୍ର ମୁଖରେ ଗଦ୍ୟ ରଚନା ଚଳାଉଥିଲେ। ତତ୍ପରେ ରାମଶଙ୍କର, ଉମେଶ ସରକାର ଆଦି କେତେ ଖଣ୍ଡି ଉପନ୍ୟାସ ରଚନାକରୀ ଗଦ୍ୟ ଆଡ଼କୁ ଲୋକଙ୍କର ଦୃଷ୍ଟିଆକର୍ଷଣ କଲେ, କିନ୍ତୁ ଭୀମ-କାନ୍ତ-ଗୁଣ-ସମନ୍ୱିତ ଗଦ୍ୟ ରଚନାର ସୂତ୍ରପାତ ବିଶ୍ୱନାଥ କର ତାଙ୍କର ବିବିଧ ପ୍ରବନ୍ଧରେ ଏବଂ ଶଶିଭୂଷଣ ତାଙ୍କର ଦାକ୍ଷିଣାତ୍ୟ ଭ୍ରମଣରେ ଆରମ୍ଭ କରିଥିଲେ; ସ୍ୱର୍ଗୀୟ ମୃତ୍ୟୁଞ୍ଜୟ ରଥ ଏମାନଙ୍କ ପଦାଙ୍କ ଅନୁସରଣ କରି ଗଦ୍ୟ ରଚନାରେ ହସ୍ତକ୍ଷେପ